ପାଠକମାନେ ସବୁବେଳେ ପଚାରୁଛନ୍ତି ଆମେ କେମିତି ସାର୍ବଜନୀନ ଲେଖା ଓ ଆତ୍ମଜୀବନୀମୂଳକ ଲେଖାକୁ ବାରିଦେବୁ। ଏହାର ସହଜ ସୂତ୍ର ହେଲା ଯେ ଆତ୍ମଜୀବନୀମୂଳକ ଲେଖାରେ ଆମେ ଲେଖକଙ୍କର ଗୁଳାରେ ଚାଲୁ। କିନ୍ତୁ ସାର୍ବଜନୀନ ଲେଖା ଆମର ନିଜର ଜୀବନର ଶଗଡ଼ଗୁଳାରେ ଆସି ରହିଯାଏ। ଧାପେ ଧାପେ ବହିଟି ସେହି ରାସ୍ତାରେ ଚାଲେ। ଲେଖାଟିକୁ ଯେତେ ଯାହା କହିଲେ ବି ଆଉ ଜଣେ ଲୋକ ଲେଖିଛି। ତେଣୁ ସେଇଟା ମତେ ମୋର ଜିନିସ ପରି ମଛେଇବ ନାହିଁ କି ଖପିବ ନାହିଁ। କିନ୍ତୁ ଠାଏ ଠାଏ ମନେ ହେବ ଯେ ମୋରି କଥା ସେତିକି ହେଲା ତାହାର ବିଶେଷତ୍ୱ। ଖିରି ଭିତରେ ପଡ଼ିଥିବା କିସମିସ, ଖଜୁର ଓ ବାଦାବ ପରି ସେତିକି ହେଲା ତାହାର ସୁଆଦ। କଥା ଏମିତି ନୁହେଁ ଯେ ଏବେ ଆମେ ହାରି ଯାଇ ତଳେ ପଡ଼ିଯାଇଛୁ। କିନ୍ତୁ ଆମର ପୁରୁଣା ସାହିତ୍ୟରେ ଏହି ସବୁ ଭାରି ଜାକଜମକରେ ଲେଖା ହେଉଥିଲା। ମୋଟେ ନୁହେଁ। ବରଂ ଏବେ ଅବସ୍ଥା ଟିକିଏ ଭଲ। ଶହେବର୍ଷ ତଳେ ଆମେ ସମସ୍ତେ ମାଟି ଘରେ ରହି, ମାଟି କାଦୁଅ ଦାଣ୍ତରେ ଚଳି, ପୋଖରୀର ପଙ୍କରେ ଦେହକୁ ଘସିମାଜି, ମାଟି ସାଙ୍ଗରେ ମାଟି ହୋଇ ଚଳୁଥିଲୁ। ଆମର ଠାକୁର ଥିଲା ଆଶା ମଣିଷର ସର୍ବବ୍ୟାପୀ ଆଶା-ସମସ୍ତଙ୍କର କ୍ଷତିଖରାପ ହେଲେହେଉ। କିନ୍ତୁ ମୁଁ କେକାଣି କେମିତି ବର୍ତ୍ତିଯିବି। ସେଥିପାଇଁ ଆମେ ଓସ୍ତଗଛ, ତୁଳସି ବୁଦା, ବେଲ ଗଛରୁ ଆରମ୍ଭ କରି ବରକୋଳି ଆମ୍ୱ ଆଦି ଅସଂଖ୍ୟ ବୃକ୍ଷ ଲଟାରେ ଈଶ୍ୱରଙ୍କର ସତ୍ତା ଦେଖି ଚାରିଆଡ଼େ ଭଗବାନଙ୍କୁ ପାଇ ଆରାଧନାରେ ଲାଗିଥିଲୁ। ଇଏ କ'ଣ ଆମର ସେତେବେଳର ଉତ୍କୃଷ୍ଟ ଈଶ୍ୱରଭକ୍ତି ନା ଧର୍ମପ୍ରାଣ ମନର ଆଙ୍ଗିକ? ମୋଟେ ନୁହେଁ। ସେତେବେଳେ ଆଶଙ୍କା ଓ ଅନିଶ୍ଚିତ ଭବିଷ୍ୟତ ଏପରି ଅସ୍ଥିର କରୁଥିଲା ଯେ ଦିନରାତି ଚବିଶି ଘଣ୍ଟା ଆମେ ଈଶ୍ୱରଙ୍କୁ ଡାକୁଥିଲୁ-ଭୟରେ ଓ କାତରତାରେ। ଠିକ୍ ଏମିତି ହୁଏ ରାଷ୍ଟ୍ର ବିପ୍ଳବରେ, ମହାମାରୀରେ ଓ ସମୂହ ବିପଦ ବେଳରେ ଅବା ଆଇନ ଶୃଙ୍ଖଳାର ପରିସମାପ୍ତି ଘଟିଲା ବେଳେ। ସେତେବେଳର କଥା ମୋଟା ମୋଟି ହେଲା। ଏ ଜୀବନ ଅନିଶ୍ଚିତ କେଜାଣି କାହାର ଆଜି ମୃତ୍ୟୁକାଳ ହୋଇଯିବ ଉପସ୍ଥିତ। ତେଣୁ ତୁଣ୍ତରେ ସବୁବେଳେ ଇଷ୍ଟଦେବ ବିରାଜମାନ କରୁଥିଲେ। ଏବେ ଇଷ୍ଟଦେବଙ୍କୁ ସ୍ମରଣ କଲେ ତାଙ୍କ ସ୍ଥାନରେ ଅନେକ ପ୍ରକାରର ଲୋକ ଆସି ମନକୁ ହଲାଇ ଦେଉଛନ୍ତି-ଅଫିସର ସହକର୍ମୀ, ପଡ଼ୋଶୀର ଝିଆରୀ, ହାକିମର ଚପରାସି ଇତ୍ୟାଦି। କାରଣ ଏବେ ବିପଦରୁ ରକ୍ଷା ପାଇବା ପାଇଁ ଠାକୁର ନିମିତ୍ତ ମାତ୍ର। ଶହେବର୍ଷ ତଳେ ସେ ଥିଲେ ସର୍ବମୟ କର୍ତ୍ତା। ଏହି କଥାଟିକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ବାବୁ ବିଜୁ ପଟ୍ଟନାୟକ ବୁଝାଉଥିଲେ। ଭଗବାନ କେତେକ ସୃଷ୍ଟି କରି ଦେଇ ତାଙ୍କର ଚଳିବା ପାଇଁ ନିୟମ ଖଞ୍ଜି ଦେଇଛନ୍ତି। ସେହି ନିୟମରେ ସମସ୍ତେ ଚାଲିବେ। ସେଥିରେ ଈଶ୍ୱର ନିଜେ ବି କିଛି ଗୋଳମାଳ କରିପାରିବେ ନାହିଁ। ଏହିପରି ଭାବରେ ନିଜେ ଈଶ୍ୱର ତାଙ୍କର ମଣିଷଙ୍କର ଚାଳକ ବା ମଙ୍ଗୁଆଳ ହେବା ବଦଳରେ ନିଜେ ମାତ୍ର ଜଣେ ଯାତ୍ରୀ ବା ପଝାରୀ ହୋଇଗଲେ। ତାହାହେଲେ ଅଠରଶହ ଷାଠିଏ ମସିହାର ଚିତ୍ର ଊଣେଇଶଶହ ଷାଠିଏରେ ବଦଳି ନ ଯିବ କିପରି? ତେଣୁ ଶହେବର୍ଷ ତଳର କବି ତାହାର ଲେଖାରେ ଖାଲି ଲେଖୁଥିଲା ବିଭୁଙ୍କର ମହିମା ଓ ପ୍ରଭୁଙ୍କର ଲୀଳା। ଆଜି ସେ ଲେଖୁଛି ନିଜର ମାହାତ୍ମ୍ୟ ଓ ନିଜର ଲୋକଙ୍କର ଖେଳ। ତାହାର ଲେଖା ଥିଲା